ଖଣ୍ଡିଏ ପତ୍ରର ଛିନ୍ନାଂଶ। ଚାକୀମା ପାଖକୁ ଚିଠି। ଏଇମିତି ମଝିରେ ମଝିରେ ଆସେ। ଉର୍ଦ୍ଦୁଲେଖା। –ତୁ କ'ଣ ଉର୍ଦ୍ଦୁ ପଢ଼ିପାରୁ? –ହଁ, ବଙ୍ଗଳା ଖାଲି କହିପାରେ; କିନ୍ତୁ ଉର୍ଦ୍ଦୁ କହିପାରେ, ପଢ଼ିପାରେ, ଲେଖିପାରେ। –କିମିତି! ପୁଣି ସେଇ ଗମ୍ଭୀରତା। ନୀରବ, ନିଶ୍ଚଳ, ଅପଲକ, ଧ୍ୟାନମଗ୍ନା। ଗୋଟାଏ ଦୀର୍ଘଶ୍ୱାସ ଟାଣି ସେ କହିଚାଲିଲା ତାର ସମସ୍ତ ଗୋପନ କାହାଣୀ। ମା' ଏତେଦିନ ଧରି ଜାଣିପାରି ନ ଥିଲା ତାର ପାଳିତା କନ୍ୟା। ପୁଷ୍ପା ପ୍ରକୃତରେ ଅପହୃତା କହିଲେ ଠିକ୍ ହେବନାହିଁ, ପ୍ରେମାବେଶରେ ସେ ଚାଲିଆସିଥିଲା ସ୍ୱଇଚ୍ଛାରେ ପ୍ରେମିକ ରହମନ୍ ସହିତ। ରହମନ୍ ସୁଶିକ୍ଷିତ। ସାମ୍ପ୍ରଦାୟିକ ଭେଦଭାବ ତା ମନରେ ତିଳେହେଲେ ନ ଥିଲା-। ପୁଷ୍ପାର ଡାକ ନାଁ ଝୁନୁ! ଝୁନୁ କହେ, ମୁଁ ଶୁଣେ–ଛୋଟ ପିଲାଦିନୁ ରହମନ୍ ସହିତ ତାର ପରିଚୟ। ପଡ଼ୋଶୀ ସେ। ସହପାଠୀ। ସିଏ ବି ଏକ ବଡ଼ ଇତିହାସ। ଭାବିଲି କଥାଟାକୁ ଏଇଠି ବନ୍ଦ କରିଦେବି। ଆଗ କଥାଗୁଡ଼ାକ ବଡ଼ ମର୍ମନ୍ତୁଦ। ମୋ ଆଖି ଛଳ ଛଳ ହୋଇପଡ଼ୁଥାଏ। ହୃଦୟ ଭିତରେ ଦହନ। ମନେ ହେଉଥାଏ ଯେମିତି ତୁଣ୍ଡରୁ ଆଉ ପଦେ କଥା ବି ବାହାରିବ ନାହିଁ। ବିନୟବାବୁ ମତେ ଟିକିଏ ହଲେଇ ଦେଇ କହିଲେ–''ତୁମେ ବି ଗୋପନ ରଖିବାକୁ ଇଚ୍ଛା କରୁଛ? '' –ନାଇଁ ତ, ଗୋପନ ବା କ'ଣ? ତେବେ ଟିକକ ପରେ କହିବି। ପାହାଡ଼ ଉପରୁ କୁହୁଡ଼ି ସେତେବେଳେ ଲିଭି ଲିଭି ଆସୁଥାଏ। ସ୍ପଷ୍ଟ ଦେଖାଯାଉଥାଏ ତ୍ରିପୁରା ସୀମାବର୍ତ୍ତୀ ପର୍ବତମାଳା। ତ୍ରି ପୁରାର ସ୍ମୃତି ପ୍ରକୃତରେ ମୋ ମନରେ ବଡ଼ ଗହନ, ବଡ଼ କଠୋର। –ହେଉ ଶୁଣନ୍ତୁ ବିନୟବାବୁ। ତାପରେ... ରହମନ ଆସେ ପୁଷ୍ପା ଘରକୁ। ଅବାଧ ଗତି-। ଗୋପାଳକୃଷ୍ଣ ଚିତ୍ରପଟ ଆଗରେ ପୂଜା କରିବସେ ଚାକୀମା। ପୂଜା ଅର୍ଚ୍ଚନା ହୁଏ। ପୁଷ୍ପା ଆଖି ବୁଜିଲେ ରହମନ୍ ଆଖି ବୁଜେ। ପୁଷ୍ପା ମୁଣ୍ଡିଆ ମାରିଲେ ରହମନ୍ ବି ମୁଣ୍ଡ ନୁଆଏଁ। ରହମାନ୍କୁ ପୁଷ୍ପା ଡାକେ ରାହୁ ବୋଲି। ଝୁନୁଠାରୁ ରାହୁର ବୟସ ତିନି ବର୍ଷ ଅଧିକ। ଦୁଇ ଧର୍ମର ମିଳନ ଗୋଟିଏ ଘରେ। ବୁଢ଼ା ଅଜୁ ମିଆଁ ଦାଢ଼ିକୁ ଟାଣୁ ଟାଣୁ ଦିନେ ପଚାରିଥିଲା ଝୁନୁକୁ–କି ଲୋ ବୁଢ଼ୀ, ତୁ ବଡ଼ ହେଲେ କ'ଣ କରିବୁ? –କାହିଁକି? ବାହା ହେବି। –କାହାକୁ ଲୋ? ଦେଖେଇ ଦିଏ ରାହୁକୁ। ହଁ, ବଡ଼ ହେଲା ଝୁନୁ। କଥା ଦେଇଥିଲା ଅଜୁ ମିଆଁକୁ। ଢାକାରୁ ଆସିଥାଏ ରହମନ୍। ସେଦିନ ଜଳି ଉଠୁଥିଲା ସମଗ୍ର ତ୍ରିପୁରା ରାଜ୍ୟ। ଚାରିଆଡ଼େ ମୃତ୍ୟୁର ହାହାକାର, ଚିତ୍କାର। ଖଣ୍ଡା ଓ ମୁଣ୍ଡର ଖେଳ। ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସଘର୍ଷ, ବିଦ୍ରୋହ। ପାଶବିକ ଅତ୍ୟାଚାର ଦମନଲୀଳା। ପାଷାଣ୍ଡ, ଅତି ଜଘନ୍ୟ। ଘରେ ଘରେ ଆର୍ତ୍ତନାଦ। ଏହି ରକ୍ତାକ୍ତ ଲେଲିହାନ ବାତାବରଣ ଭିତରେ ସ୍ୱପ୍ନ ଦେଖୁଥିଲେ ରହମନ ଓ ପୁଷ୍ପା–ରାହୁ ଓ ଝୁନୁ। ଏହି ସ୍ୱପ୍ନ ଦୁଇ ଆତ୍ମାର ମିଳନର, ଦୁଇ ସମ୍ପ୍ରଦାୟର ସ୍ନେହବନ୍ଧନର। ଏହି ସ୍ୱପ୍ନ ପଳାୟନ, ମୁକ୍ତିର ସ୍ୱପ୍ନ। ହୁଏତ ଆଉ ଏକ ମୁହୂର୍ତ୍ତକ ଅପେକ୍ଷାରେ ସେମାନଙ୍କ ସ୍ୱପ୍ନ ଭାଙ୍ଗିଯିବ। ଗୋଟିଏ ଖଡ଼୍ଗର ଆଘାତରେ ଲୋଟିପଡ଼ିବ ଦୁଇଟି ମୁଣ୍ଡ। ମୃତ ଶରୀର ମିଳନ ବି ଘଟି ନ ପାରେ ଗୋଟିଏ ଚିତାରେ-। ସେମାନେ ଚାହାନ୍ତି ଜୀବନ୍ତମିଳନ। ହୁଏତ ନ ହୋଇପାରେ ଶାସ୍ତ୍ରନୁମୋଦିତ। ଗୋଟିଏ ନିଭୃତ କକ୍ଷରେ ଦୁଇଟି ମସ୍ତିଷ୍କର ଗୋଟିଏ ଚିନ୍ତା। ସେହି ମୁହୂର୍ତ୍ତକ ମଧ୍ୟରେ ଝୁନୁ ସଜାଇଲା ନିଜକୁ ନାନା ବେଶଭୂଷାରେ। ଆଖିରେ କଜ୍ଜଳ, ମଥାରେ ସିନ୍ଦୂର, ଗଳାରେ ସୁନାର ହାର, ପାଦରେ ଅଳତା, ବେଣୀରେ ଯୁଈ ଫୁଲ। ସତେ ଯେପରି ସଦ୍ୟ ବିବାହିତା। ଏଇଲାଗେ ଉଠିଆସିଛି ବିବାହ-ବେଦୀରୁ। ଚିହ୍ନି ପାରି ନ ଥିଲା ରହମନ୍। ମନେହେଲା ପୁଷ୍ପା ସହିତ ଏହା ହିଁ ତାର ପ୍ରଥମ। ଦର୍ଶନ, ପ୍ରଥମ ପରିଚୟ। ଇଚ୍ଛା ହେଉଥିଲା ଟାଣିଆଣନ୍ତା ଛାତି ଉପରକୁ। ଚୁମାଟିଏ ଦେଇ କହନ୍ତା–ସତେ ଝୁନୁ ତୁ ଭାରି ସୁନ୍ଦର। ଲାଜ ଲାଜ ହୋଇ ଝୁନୁ ଆଡ଼େଇ ନିଅନ୍ତା ମୁହଁକୁ। ଝୁନୁର ମଧ୍ୟ ଇଚ୍ଛା ହେଉଥିଲା ଠିକ୍ ସେଇଆ। ଦର୍ପଣରେ ନିଜକୁ ଦେଖି ସେ ଚିହ୍ନିପାରି ନ ଥିଲା ସେଦିନ ନିଜକୁ। ସ୍ୱପ୍ନ ଭାଙ୍ଗି ଯାଏ, ସକାଳ ହୁଏ। ଗଙ୍ଗଶିଉଳୀ ଝରି ପଡ଼େ, ଚନ୍ଦ୍ର ଫିକା ପଡ଼ିଯାଏ।